କମ୍ପାନୀ ଅମଳରେ କଲିକତା ବଙ୍ଗାଳୀ ଜମିଦାରଙ୍କ ବିଶ୍ୱସ୍ତ ଗୁମାସ୍ତାରୂପେ ସବୁ ଜମିଦାରୀ ନିଲାମରେ ଆତ୍ମସାତ କରି ଆପଣା ସପ୍ତ ପୁରୁଷ ଉଦ୍ଧାର କରିଚନ୍ତି ଏଇ ପଟ୍ଟନାହାକ ବଂଶ। ଇଂରାଜୀ ରଜା ଅମଳରେ ଇଂରାଜୀ ପାଠ ପଢ଼ି ମୁନ୍ସି, ଓକିଲ, ହାକିମ ଡେପୁଟି ହେଇ, ଖୋଲି ପଟ୍ଟନାୟକ ବଂଶକୁ ନୁହେଁ, ଖାଲି ସେ ଗାଁ ଗୋଟାକୁ ନୁହେଁ, ସାରା ଦେଶକୁ ଉଦ୍ଧାର କରିଚି ଏଇ ପଟ୍ଟନାୟକ ବଂଶ। ଏ ବଂଶର ମରଣ ନାହିଁ, ନିପାତ ନାହିଁ, ପର ଅର୍ଜନକୁ ନ୍ୟାୟ ନାଆଁରେ ହଜମ କରିବାରେ ଶକ୍ତି ଅଛି ଯା'ର, ସେ କ'ଣ ମରିପାରେ? ଗାନ୍ଧି ମାହାତ୍ମା ଓଡ଼ିଶାରେ ଯେତେବେଳେ ପାଣ କଣ୍ତରାଗୁଡ଼ାଙ୍କୁ ହରିଜନ ହରିଜନ କହି ମୁଣ୍ଡରେ ବସାଇବାକୁ କହି ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଗୋଟାଏ ଦାଣ୍ଡ ଚଲା ଚାଲି ଗଲେ, ସେତେବେଳେ ଦୁଃଖୀ ଦାଶର କି ଫୁଲାପଣ ଦେଖିବ! ସେ ତ ଆଉ ମାନିଲା ନାହିଁ। ସେତିକି ସେଇ ମହାତ୍ମା ଗାନ୍ଧି। ପୁଣ୍ୟାତ୍ମାମାନଙ୍କର ପାପୀମାନଙ୍କୁ ଉଦ୍ଧାର କରିବାର କ୍ଷମତା ଅଛି, ତା' ବୋଲି ତମେ ଆମେ ସେଇଟା କରିବାନା। ବିଚାର ନାହିଁ, ଉଚାର ନାହିଁ, ସବୁବେଳେ ସେଇ ପାଣ ପାଲୁଣୀଙ୍କ ସାଙ୍ଗରେ ମିଳାମିଶା, ହେଁ, ହେଁ, ଫେଁ, ଫେଁ। ଛୋଟ ଜାତିଗୁଡ଼ାକ ମୁହଁ ପାଇ ଯାଉଛନ୍ତି। 'ବେ ଶତା' ବୋଲି ଆଗେ ହାଙ୍କି ଦେଲେ ଲୁଗାରେ ଝାଡ଼ା ପଡ଼ି ଯାଉଥିଲା ଯେଉଁମାନଙ୍କର, ସେମାନେ ଆଜି ମୁହେଁ ମୁହେଁ ଜବାବ ଦେବେ। ଦୁଃଖୀ ଦାଶ କରିଛି ଏତିକି। ଗାନ୍ଧି କ'ଣ ଆସି କହି ଯାଇଛନ୍ତି ଏଇଟା ସବୁ କରିବାକୁ। ସେ ଖାଲି ଛୁଇଁବାକୁ ଟିକିଏ କହିଥିଲେନା। ସେ ମହାତ୍ମା ଲୋକ, ସେ କାହିଁକି ଏତେ ଅନ୍ୟାୟ କରନ୍ତେ! କଲେବି ମହାତ୍ମା ସେ ତାଙ୍କୁ ପାର ଅଛି। ଉଧର ସାଙ୍ଗରେ ଆମେ ବିରାଡ଼ି! ଏ ଟୋକାଗୁଡ଼ାଙ୍କ ଦିହରେ ପର ନାଗିଚି, ପର, ଜନ୍ଦା ଦିହରେ ଲାଗିଲା ପରି, ବେଶି ଦିନ ନୁହେଁ।ଦୁଃଖୀ ଦାଶ ସଞ୍ଜ ହେଲେ ଡିବିରି ଜାଳି ଏକା ଚଟେଇରେ ବସି ପାଣଗୁଡ଼ାଙ୍କୁ ପାଠ ପଢ଼ାଏ। ଦୁଃଖୀ ଦାଶ ପାଣ ଘରେ ଠାକୁର ପୂଜା କରି ଭୋଗ ପାଏ, ଏକା ପଙ୍ଗତରେ ବସି ଖାଏ ବୋଲିବି କେହି କେହି କହୁଛନ୍ତି। ଉଦୁବାରିଜା ହଉଚି ସେ ଟୋକା ଖଣ୍ଡକ, ଉତୁକୁଳଉଚି ବଅସ ମଦରେ। ତାକୁ ସାହସ ଦଉଚି ସେଇ ରାହସ ପଟ୍ଟନାୟକ। ସହରରେ ଓକିଲାତି କରିବ। ଆଉ ଏଠି ଆସି ହବ ନେତା। ହରିଜନ ସେବକ ସଂଘ, ତା'ର ପୁଣି ସେକେରେଟାରୀ। ଖଦଡ଼ ଖଣ୍ଡେ ପିନ୍ଧିଦେଲେ ହେଲା। ଘର ଭିତରେ ସବୁ ମିଲ୍। ବାହାରକୁ ବାହାରିବା ପାଇଁ ହାଟ ପିନ୍ଧା ଶିକାରେ ଟାଙ୍ଗିଲା ପରି ହଳେ ଦି'ହଳ ଖଦଡ଼ ଥାଏ। ସଭା ସମିତିରେ ବିପଦ ବକ୍ତୃତା ଦେଇଦେଲେ ପାଠ ଶେଷ। ସେଥିରେ ସେ ନେତା।ରାହସ ପଟ୍ଟନାହକ ଏ ଦେଶରେ ଜଣେ ବଡ଼ ନେତା। ମେମ୍ବର ଜିଲାବୋର୍ଡ଼, ପୁଣି ଦିନ କେତେ ଚେଆରମ୍ୟାନ କି ଭାଇସଚେଆରମ୍ୟାନ ଲୋକେଲ ବୋର୍ଡ଼ରେ ହୋଇଥିଲେ। ମାଷ୍ଟରଗୁଡ଼ାଙ୍କ ତାଙ୍କ ଅଧୀନ ବୋଲି ଧନୀ ମାଷ୍ଟର ତା'ର ଅନୁଗତ। ତାହାରି ସାହସରେ ଧନୀ ମାଷ୍ଟରକୁ ଦିନି ଦୁଃଖୀ ଦାଶ ନାଚୁଛି। ଦୁଃଖୀ ହଉଚି ସବୁ ନାଟର ଗୋବର୍ଦ୍ଧନ। ସେଇ ହଉଚି ମୂଳ।ପଟ୍ଟନାହାକ ପଡ଼ାର ସବୁ ମୁଖିଆଯାକ ମଦନ ପଟ୍ଟନାହାକ ଚଢ଼ୀପାଢ଼ିରେ ବସି ସାର୍ କଲେ, ଦୁଃଖୀଆ ଦୋକାନରୁ ଆଉ କେହି ସଉଦା ଆଣିବେ ନାହିଁ। ଯିଏ ଆଣିବେ ସେ ଜାତିରେ ଆଟକ ହବ। ଏ ବାସନ୍ଦ ଉଲାଉଠା ପରି ବ୍ୟାପିଗଲା। ଗାଁର ଅଧିକାଂଶ ଲୋକ ଦୁଃଖୀଆ ଦୋକାନରୁ କିଣିବା ବନ୍ଦ କରିଦେଲେ।ଅଗଣି ଦାଶ ରାଗରେ ନିଆଁ। ପଇସାତକ ସବୁ ବୁଡ଼େଇଲା ଏ ଦୁଃଖୀଆ। ଘରଦୁଆର ଯାହା ଦିଖଣ୍ଡ ଅଛି ତା' ତଳି ନ ଉଠେଇଲା ଯାଏଁ ୟାର ଶାନ୍ତି ନାହିଁ। ଅଲକ୍ଷଣା କି ବେଳରେ ଜନମ।